ଟୁଲୁ ବହୁତ ବେଳୁ ଗଲାଣି। କନକ ନାରାୟଣ ଶୋଇବା ଘରକୁ ଫେରିଲେ। ଅଳକା ଗାଧୋଇବାକୁ ଗଲେ ବୋଧହୁଏ। ଗୋଟିଏ ବୁଲାଣିଆ ରାସ୍ତାଦେଇ ଏ ଘରକୁ ଆସିଲାବେଳେ ଅଳକାଙ୍କ ଶୋଇବା ଘରର କିଛି ଅଂଶ ଦେଖାଯାଏ। ପ୍ରଶସ୍ତ ବାରଣ୍ଡାର ପୂରାପୂରି ମଧ୍ୟ। ଅଳକା ତାଙ୍କର ଲମ୍ବା କୁଞ୍ଚିତ କେଶରେ ବସି ବସି ତେଲ ଦେଉଥିଲେ। କି ତେଲ କେଜାଣି, ଅପୂର୍ବ ସୁଗନ୍ଧ। ଆଉ ତାଙ୍କର ପିନ୍ଧା ଶାଢ଼ିଟା କି ସୁନ୍ଦର! ସନ୍ଧ୍ୟା ଆକାଶର ରଙ୍ଗ ସେଇ ଶାଢ଼ିର। ଆଉ ତା' ଉପରେ ସରୁସରୁ ବାଉଁଶ ପତ୍ରର ଜାଲିଦିଆ ସବୁଜ ଛାପା। ରୂପ ତ ନୁହେଁ ଅପରୂପ। ଡାକ୍ତର ଆଖି ନୁଆଁଇଲେ। ଅଳକାଙ୍କର ସେ ରୂପ କାହାରି ବୁକୁରେ ଜ୍ୱାଳା ସୃଷ୍ଟି କରେନି। ଡାକ୍ତର ସେଥିପାଇଁ ଆଖି ନୁଆଁଇ ନାହାନ୍ତି। ସେ ଘର ଭିତରେ ପଶି ଯାଇଥିଲେ। ସାମ୍ନାରେ ପଡ଼ିଲା ପ୍ରକାଣ୍ଡ ମେହେଗାନି କାଠର ଗଦିଦିଆ ଚେୟାର। ବୃଦ୍ଧଙ୍କୁ ହାତ ଧରି ଧୀରେ ବସାଇଦେଲେ ଏବଂ ଭଲ କରି ପରୀକ୍ଷା କରି ଔଷଧ ଖୁଆଇଲେ। ଛାତିଟା ଭାରି ଦୁର୍ବଳ ହୋଇଯାଇଛି। ମଝିରେ ମଝିରେ ଜ୍ୱରଟା ତାଙ୍କୁ ଭାରି କଷ୍ଟ ଦିଏ। ତଥାପି ବହୁଦିନ ପରେ ବୃଦ୍ଧଙ୍କୁ ବଡ଼ ସରସ ଦେଖାଯାଉଥିଲା। ତାଙ୍କର ନିଃସଙ୍ଗ ଜୀବନର ପାତ୍ରକୁ ଭରି ଦେଇଥିଲେ ଅଳକା ଓ ଟୁଲୁ ସଙ୍ଗ ଦାନ କରି। ଆହା ଏମାନେ ସବୁଦିନ ରହିପାରନ୍ତେକି! ମଉସା ମୁଁ ଏଥର ଆସେ। ବହୁତ ସମୟ ରହିଗଲି। ଆପଣ ଆଜି ବହୁତ ସୁସ୍ଥ ଅଛନ୍ତି। କନକ ନାରାୟଣ ହସି ହସି କହିଲେ, ବୁଲୁ ବାବୁଙ୍କ ହାତ ବାଜିଲେ ମଲା ମଣିଷ ଜିଇଁଉଠିବ। ଆଉ ମୁଁ ତ କି ଛାର୍। ସଂଧ୍ୟାରେ ଆସୁଛ ତ? ନିଶ୍ଚୟ। ପାଞ୍ଚ ଟାରେ ଖାଇବା ପିଇବା ସରିଯାଇଛି। ପିତା ପୁତ୍ରୀ ବିଶ୍ରାମ ନେଉଥିଲେ। କନକ ନାରାୟଣ ଖଣ୍ଡେ ମାଗାଜିନ୍ ପଢ଼ୁଥିଲେ। ଭାରି ସୁସ୍ଥ ବୋଧ କରୁଛନ୍ତି। ଜ୍ୱର ନାହିଁ ବିଲକୁଲ୍। ଖାଦ୍ୟରସିକ କନକ ନାରାୟଣ ଝିଅ ହାତର ଅମୃତରନ୍ଧା ଖାଇଥିଲେ ପରିତୃପ୍ତ ହୋଇ। ଅଳକା ଗୋଟେ ସ୍ୱେଟର ବୁଣୁଥିଲେ। ଅଧା ସ୍ୱେଟରଟାକୁ ଆଣିଥିଲେ ବୋଧହୁଏ ସାଙ୍ଗରେ। ଟୁଲୁ ଶୋଇପଡ଼ିଥିଲା। କନକ ନାରାୟଣ ଆଖିମେଲି ଚାହିଁଲେ ଧ୍ୟାନମଗ୍ନା କନ୍ୟା ଆଡ଼କୁ। ପଚାରିଲେ ଝିଅ, ଦେଖିଲୁ ଡାକ୍ତରଙ୍କୁ। କିପରି ପିଲା କହିଲୁ? ଅଳକା ହସିଲେ। କହିଲେ ବାପା ଗୋଟିଏ ଦିନର ଆଂଶିକ ସମୟ ମୁଁ ତାଙ୍କୁ ଦେଖିଛି। ଆଉ ସେ କିପରି ପିଲା ମୁଁ କିପରି ଜାଣିବି? ତେବେ ବେଶ୍ ଭଲ ବୋଲି ମନେହେଲା। ତୁ ଠିକ୍ କହିଛୁ ମା'। ସେ ଭାରି ଭଲ ପିଲା। କେ ସେପରି ପିଲା କୋଟିକରେ ଗୋଟିଏ ମିଳନ୍ତି। କାହିଁକି ନା, ମୁଁ ତ ତାକୁ ଚାରିମାସ ଧରି ଦେଖୁଛି। ମୋ ପାଇଁ ବହୁତ କଲା। ବାପା ଡାକ୍ତର ହିସାବରେ ତାଙ୍କ ଅଭିଜ୍ଞତା ଏତେ ବେଶି ହୋଇନଥିବ। ତ ତୁମେ ଏତେ ଭୋଗୁଛ, ଆଉ ତାଙ୍କ ହାତରେ ଚାରିମାସ ଧରି ରହିଲାଣି ବୋଲି କହୁଛ, ଅଥଚ ତୁମ ଅସୁସ୍ଥତାର କିଛି ମାତ୍ର ଉପଶମ ହୋଇଛି ବୋଲି ତ ମୋର ମନେହେଉନି। ବଡ଼ଭାଇ ଓ ସାନଭାଇଙ୍କ ସହିତ ମୁଁ ଆସିଥିଲି ପ୍ରାୟ ଛଅମାସ ତଳେ। ବରଂ ସେତେବେଳେ ତୁମେ ଟିକିଏ ଭଲ ଦେଖାଯାଉଥିଲ। ଆଉ ଏଥର ଆସି ଦେଖୁଛି ତୁମେ ଏକଦମ ଶୁଖିଯାଇଛ। ସୁନାପରି ଦେହବର୍ଣ୍ଣ ତୁମର କଳାପଡ଼ି ଗଲାଣି। ଏ ଯେ ପରି ଆସୁଛନ୍ତି ଆସନ୍ତୁ। ଆଉ ଜଣେ ଅଭିଜ୍ଞ ଡାକ୍ତର ଆସିଲେ ହୁଅନ୍ତାନି? ତୁମ ପାଇଁ ମନ ମୋର ମୋଟେ ଭଲ ରହେନି। କାହିଁ ଦିଲ୍ଲୀ, ଆଉ କାହିଁ ଭୁବନେଶ୍ୱର। ତୁମକୁ ଛାଡ଼ି କେତେ ବାଟରେ ଯାଇ ରହିଲି କହିଲ ବାପା। ଦିଲ୍ଲୀରେ ଥିଲେ ମଧ୍ୟ ମନ ପଡ଼ିଥାଏ ଏଇ ଭୁବନେଶ୍ୱରରେ, ତୁମରି ପାଖରେ।କହୁ କହୁ କାନ୍ଦି ପକାଇଲା ଅଳକା। ମନ ହାଲୁକା କରିବାର ଅମୋଘ ଉପାୟ ହେଉଛି ଝିଅମାନଙ୍କର ଏଇ କାନ୍ଦ। କନକ ନାରାୟଣ ବ୍ୟସ୍ତ ହେଲେ। ଝିଅର ମଥାଟି ଆଣି ଛାତିରେ ଥାପିଲେ। କହିଲେ ବାୟାଣୀ କି ତୁ। କାନ୍ଦୁଛୁ କାହିଁକି? ଦେଖିବୁ ମୁଁ ଏଇ ଡାକ୍ତର ହାତରେ ଭଲ ହୋଇଯିବି। ତୁ ଦେଖିନୁ କାଲିଠାରୁ ମୋତେ ଜ୍ୱର ଆସୁନି, ଛାତିର କଷ୍ଟଟା ବି ନାହିଁ, ମୋ ଦେହ ଭାରି ଭଲ ଲାଗୁଛି ମୋତେ। ପ୍ରସଙ୍ଗ ବଦଳାଇବାକୁ ଯାଇ କହିଲେ ସୂର୍ଯ୍ୟକାନ୍ତ ଭଲ ଥିଲା ମା ? ଇଞ୍ଜିନିୟର ମଣିଷ, ତାକୁ କ'ଣ ଛୁଟି ମିଳିବ।